ଅଞ୍ଜେଲିନା ଜୋଲି ଜଣେ ଆମେରିକୀୟ ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା। ସେ ଗୋଟିଏ ଏକାଡେମୀ ପୁରସ୍କାର, ଦୁଇଟି ଗିଲ୍ଡ ପୁରସ୍କାର ଏବଂ ତିନୋଟି ଗୋଲ୍ଡେନ ଗ୍ଲୋବ ପୁରସ୍କାର ପାଇଚନ୍ତି। ଏଥିସହ ହଲିଉଡର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଞ୍ଜେଲିନା ଅତି ଅନ୍ୟତମ। ଆଞ୍ଜେଲିନା ଜଣେ ଶିଶୁ କଳାକାର ଭାବରେ ତାଙ୍କର ବାପାଙ୍କ ସହ ମସିହାରେ ଅଭିନୟ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଲୁକିନ ଟୁ ଗେଟ ଆଉଟ। ଏହା ପରେ ତାଙ୍କର ଗୋଟିଏ ଦଶନ୍ଧି ପରେ ତାଙ୍କର ଅଭିନୟ ଆରମ୍ଭ ହେଲା ଉଣିଷ ଶହ ଅନାନବେ ରୁ। ନାୟିକା ଭାବରେ ସେ ଏକ ସ୍ୱଳ୍ପ ବ୍ୟୟରେ ନିର୍ମିତ ଏକ ଚଳଚ୍ଚିତ୍ର ସାଇବର୍ଗ ଦୁଇ ଜରିଆରେ ଅଭିନୟ ଆରମ୍ଭ କରିଥିଲେ। ମସିହାରେ ମୁକ୍ତିଲାଭ କରିଥିବା ହ୍ୟର୍ଷ୍ୟ ଚଳଚ୍ଚିତ୍ରରେ ତାଙ୍କୁ ଏକ ବଡ଼ ଭୂମିକାରେ ସୁଯୋଗ ମିଳିଥିଲା ଏବଂ ସେଥିରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ। ଏହାପରେ ଆଞ୍ଜେଲିନା କିଛି ଆତ୍ମଜୀବନୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଗୁଡ଼ିକ ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ। ମସିହାର ଜର୍ଜ ୱାଲେସ ଏବଂ ମସିହାର ଜିଆ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ମସିହାରେ ଗାର୍ଲ ଇଣ୍ଟରପ୍ଟେଡର ଆଞ୍ଜେଲିନା ଅଭିନୟ କରିଥିଲେ ଏବଂ ଚଳଚ୍ଚିତ୍ର ପାଇଁ ତାଙ୍କୁ ଏକାଡେମୀ ପୁରସ୍କାର ମିଳିଥିଲା। ଏଥିରେ ସେ ସହ-ଅଭିନେତ୍ରୀ ଭାବରେ ପୁରସ୍କାର ପାଇଥିଲେ। ମସିହାରେ ଆଞ୍ଜେଲିନା ଜୋଲି ଏକ ଭିଡିଓ ଗେମରେ ନାୟିକା ଭାବରେ କାର୍ଯ୍ୟ କରିଥିଲ୍। ମସିହାରେ ମୁକ୍ତିଲାଭ କରିଥିବା ଲାରା କ୍ରଫ୍ଟ ଟମ୍ବ ରାଇଡର ଭିଡିଓ ଗେମର ମୁଖ୍ୟ ଚରିତ୍ର ଲାରା କ୍ରଫ୍ଟ ଭାବରେ ଆଞ୍ଜେଲିନା କାର୍ଯ୍ୟ କରିଥିଲେ ଏବଂ ଏହି ଗେମରେ ତାଙ୍କର କାର୍ଯ୍ୟ ଯୋଗୁଁ ସେ ଇଂରାଜୀ ଚଳଚ୍ଚିତ୍ର ଜଗତ ତଥା ହଲିଉଡର ଜଣେ ଖ୍ୟାତାନାମା ଅଭିନେତ୍ରୀ ଭାବରେ ପରିଗଣିତ ହୋଇଥିଲେ ଓ ଅଧିକ ସଫଳ ଚଳଚ୍ଚିତ୍ରରେ ତାଙ୍କୁ ସ୍ଥାନ ମିଳିଥିଲା। ଦୁଇ ହଜାର ପାଞ୍ଚରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମିଷ୍ଟର ଆଣ୍ଡ ମିସେସ ସ୍ମିଥ, ଦୁଇ ହଜାର ଆଠର ୱାଣ୍ଟେଡ ଏବଂ ଦୁଇ ହଜାର ଦଶର ସଲ୍ଟ ଆଦି ଚଳଚ୍ଚିତ୍ରରେ ଆଞ୍ଜେଲିନା ବିଭିନ୍ନ ପ୍ରକାର ଷ୍ଟଣ୍ଟ କରିବା ସହ ଆକ୍ସନ ଦୃଶ୍ୟ କରିଥିଲେ। ଏହି ଚଳଚ୍ଚିତ୍ରଗୁଡ଼ିକ ସଫଳ ହେବା ସହ ତାଙ୍କ ଭୂମିକାକୁ ଦର୍ଶକ ପସନ୍ଦ କରିଥିଲେ। ମସିହାର ଚଳଚ୍ଚିତ୍ର ଏ ମାଇଟି ହାର୍ଟ ଓ ଦୁଇ ହଜାର ଆଠର ଚଳଚ୍ଚିତ୍ର ଚେଞ୍ଜଲିଂ ପାଇଁ ଅଞ୍ଜେଲିନା ଜୋଲିଙ୍କୁ ସମାଲୋଚନାତ୍ମକ ପ୍ରଶଂସା ମିଳିଥିଲା ଏବଂ ସେ ଏହି ଦୁଇଟି ଚଳଚ୍ଚିତ୍ର ପାଇଁ ଏକାଡେମୀ ଆୱାର୍ଡ଼ ପାଇଁ ମଧ୍ୟ ମନୋନୀତ ହୋଇଥିଲେ। ଦୁଇ ହଜାର ଚୌଦରେ ଆଞ୍ଜେଲିନାଙ୍କର ସବୁଠାରୁ ବଡ଼ ବ୍ୟବସାୟିକ ସଫଳତା ପାଇ ପାଇଥିବା ଚଳଚ୍ଚିତ୍ର ମେ ମାଲେଫିସେଣ୍ଟ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟିରେ ସେ ଜଣେ ଦୁଷ୍ଟ ପରୀ ଭୂମିକାରେ ଅଭିନୟ କରିଥିଲେ। ପରେ ଆଞ୍ଜେଲିନା ନିର୍ଦ୍ଦେଶନା, ଚିତ୍ରନାଟ୍ୟ ରଚନା ଏବଂ ପ୍ରଯୋଜନା ଆରମ୍ଭ କରିଥିଲେ। ଦୁଇ ହଜାର ଏଗାରର ଚଳଚ୍ଚିତ୍ର ଇନ୍ ଦି ଲ୍ୟାଣ୍ଡ ଅଫ ବ୍ଲଡ଼ ଆଣ୍ଡ ହିନ୍, ଦୁଇ ହଜାର ଚୌଦର ଅନବ୍ରୋକେନ ଏବଂ ଦୁଇ ହଜାର ସତରର ଫାଷ୍ଟାଡ୍ ଦେ କ୍ଲିଡ୍ ମାଇ ଫାଦର ଆଦି ଚଳଚ୍ଚିତ୍ର ତାଙ୍କ ଦ୍ୱାରା ତିଆରି ହୋଇଥିଲା। ଚଳଚ୍ଚିତ୍ର ଦୁନିଆରେ କାମ କରିବା ବ୍ୟତୀତ ଆଞ୍ଜେଲିନା ମଧ୍ୟ କିଛି ସାମାଜିକ ସେବା ସଂସ୍ଥା ସହ ଜଡ଼ିତ ଅଛନ୍ତି। ତାଙ୍କର କାମ ପାଇଁ ତାଙ୍କୁ ନୀ ଜୀନ ହର୍ସଲ୍ଟ ହ୍ୟୁମାନିଟାରିଆନ ପୁରସ୍କାର ଏବଂ କିଛି ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଛି। ସେ ଆରକ୍ଷଣ, ଶିକ୍ଷା ଏବଂ ମହିଳା ଅଧିକାର ଉପରେ ବିଶେଷ ଭାବରେ କାର୍ଯ୍ୟ କରନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ଶରଣାର୍ଥୀମାନଙ୍କ ତରଫରୁ ଜଣେ ବକ୍ତା ଭାବରେ ତାଙ୍କର କାର୍ଯ୍ୟ ସବୁଠାରୁ ଉଲ୍ଲେଖନୀୟ କାର୍ଯ୍ୟ ଭାବରେ ଗଣନା କରାଯାଏ। ଆଞ୍ଜେଲିନା ତାଙ୍କର ପ୍ରାକ୍ତନ ପତି ଜନି ଲୀ ମିଲର ଏବଂ ବିଲି ବବଙ୍କୁ ଛାଡ଼ିବା ପରେ ବ୍ରାଡ୍ ଫିଟଙ୍କୁ ବିବାହ କରିଥିଲେ ଏବଂ ଦୁଇ ହଜାର ଷୋହଳରେ ଉ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଅଞ୍ଜେଲିନାଙ୍କର ସମୁଦାୟ ଛଅଟି ସନ୍ତାନ ଅଛନ୍ତି, ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ସେ ଅଲଗା ଅଲଗା ଦେଶରୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି।